ଆଚ୍ଛା ହେଲା ବେଶ୍ ହେଲା ମୋର ବଅସ ଅଛି ରୂପ ଅଛି ଟୋକାଏ ରସିଲେ ତ ହେଲା କ'ଣ? ତମ ବଅସରେ ନିଆଁ ଲାଗିଲା କି? ତମ ଦିହ ସହୁ ନାହିଁ କି?ଛି ଛି ନାନୀ, ମୁଁ ସେ କଥା କହି ପାରିବି ନାହିଁ।ନ ପାରିଲେ ଆପଣା ଗାତ ଆପେ ଖୋଳିବୁ।ନିଧିଆ ବୋଉ ଚାଲିଗଲା। ସେଇ ଓଠରେ ହସ ଆଉ ରୋଷ ଦେଖେଇ। ଅଜବ ମଣିଷ ସେ! ଯାହା କହିଗଲା ଅକ୍ଷରେ ଅକ୍ଷରେ ସତ ପରି ଲାଗୁଛି ତ! କୋଉଁ କାଳେ, କୋଉଁ ଦିନେ ମଲା କି ଗଲା ବୋଲି ଯିଏ ପଚାରନ୍ତି ନାହିଁ ଆଜି ଆସି ପଚାରି ଯାଉଛନ୍ତି ନାହୁଳି ହୋଇ, “କି ରତନୀ, କି ବାଇୟା ମା, କି ଶୁକ ମାଇପ, କିମିତି ଅଛୁ?ଏ ପଚରା ତାକୁ ନୁହେଁ ଯେମିତି ତା' ଲହୁଲି ବୟସକୁ। ଏ ପଚାରିବା ମୂଳରେ ଯେ କେତେ ଟାହି ଟାପରା ଇଙ୍ଗିତ ଗଞ୍ଜଣା ରହିଛି ତା' କେବଳ ତା'ରି ହାଡ଼େ ହାଡ଼େ ସେଇ ବୁଝୁଥାଏ ସେଇ ରତନୀ।ସଞ୍ଜବେଳେ ସେ ଦୋକାନକୁ ଗଲା। ତେଲ ଲୁଣ ଅଧଲା ଅଧଲାକର ଆଣିବ। ଅନ୍ଧାର ହେଲାଣି। ମୁହଁକୁ ମୁହଁ ଦିଶୁ ନାହିଁ। ଦୋକାନ ପିଣ୍ଡାରେ ବସି କିଏ ସବୁ କୁହାକୁହି ହେଇଛନ୍ତି ତା'ରି ନାଆଁଟା ଚଟାସ କିନା ତା' କାନ ମୂଳରେ ବାଜିଲା ଯେମିତି ହଁ, ହେଲା ତ ଭାସିଗଲା କ'ଣ ଜୁଆନ୍ ଟୋକୀଟା ରାମ ରାମ! ଏ କଥା ମୁହଁରେ ଆଣୁଚ? ଭଲା ଲୋକ ତମେ ସବୁ, ସୁବିଧା ଅସୁବିଧାରେ କୋଉଁଠି ରାତିଟାଏ ରହିଗଲା ବୋଲି ପାପ ଲାଗିଗଲାନା?କିଏ କହୁଛି? କଥାକୁ ପଡ଼ିଚିନା। ସମସ୍ତେ ଯେ କହୁଥିଲେ ରତନୀ ଭାରି ଭଲ ସେଇ କଥାକୁ ପଡ଼ିଚି। କିଏ ଭଲ ହୋ ଦୁନିଆରେ।ଆପ ଆପଣା ଭଲମନ୍ଦ ଆପଣା ଭିତରେ। ବାହାରକୁ ସମସ୍ତେ ତୁଳସୀ। ରାଉତ ଘରେ ଅଛି କିଏ ଯେ ଏତେ କଥା। ରାଣ୍ଡ ବୁଢ଼ୀଟା ତ।ହେଁ ହେଁ କିଏ ଥାଆନ୍ତା କି ଆଉ! ରାଉତ ପୁଅ ସେ ନବଘନିଆ ଆସିଛିରେ।”ଓହୋ ଟୋକୀ ତ ତେବେ ଆଚ୍ଛା ଖାଞ୍ଚେ ମାରିଚି।ଏତିକିବେଳେ ଦୋକାନ ଭିତରୁ ବାହାରି ଆସି ଦୁଃଖୀ ଦାଶ କହିଲା, “ତମର ଆଉ କିଛି ନାହିଁ ଏଠି ବସି ବସି ଖାଲି ପର ବହୂ ପର ଝିଅଙ୍କ ନାଆଁରେ ଚର୍ଚ୍ଚା ଚାଲିଛି। ପଳା ଏଠୁ।ରତନୀ ସେତକ ଶୁଣି ଧୀରେ ଧୀରେ ଫେରି ଆସିଲା। ତେଲ ଲୁଣ କିଣା ହେଲା ନାହିଁ। ଘରେ ବସି ବସି ଖାଲି କାନ୍ଦିଲା। କାନ୍ଦ ମାଡ଼ୁଥାଏ ତାକୁ। କିନ୍ତୁ କା' ଆଗେ କାନ୍ଦିବ ଆଉ? କିଏ ଶୁଣିବ ତା' କାନ୍ଦ? ଭାଗୁ ମହାନ୍ତି? ଭାଗୁ ମହାନ୍ତି ଅନେକ ଦିନ ବଞ୍ଚିବ।ଆସି ଧୀର ଗଳାରେ ଡାକିଲା, “ରତନୀ ଅଛୁନା ରତନୀ?ରତନୀ ଉଠି ଆସିଲା କିଲୋ, ଏ ସବୁ କ'ଣ ଶୁଣାଯାଉଛି? ଶୁକ ନାହିଁ ବୋଲି ଭାଗୁ ପଟ୍ଟନାୟକ କ'ଣ ମରିଗଲାଣି କି? ଗାଁରେ ରତନୀ ନାଆଁରେ ଯାହାର ଯାହା ଇଚ୍ଛା କହିଯିବ? ମନଖୁସିକିରତନୀକୁ କୂଳ ପାଇଲା ପରି ଲାଗିଲା, “ମୁଁ କ'ଣ କରିବି କହ ମଉସା। କାଲି ରାତି ବେଶି ହୋଇଗଲା। ରାଉତ ଭାଉଜ ମୋତେ ଅଟକେଇ ଦେଲା। ମୁଁ ଏକଲା ଆସନ୍ତି କା' ସାଙ୍ଗରେ।ରତନୀ ଆଜି ମୁହଁ ଖୋଲି ଭାଗୁ ମହାନ୍ତିକି କଥା କହିବାକୁ ସାହସ କଲା ତୁ ସେତେ ଦୂରକୁ ଗଲୁ କାହିଁକି ଆଗ?ପେଟ ନ ପୂରିଲାକୁ।ଶୁକ ନାହିଁ ବୋଲି ଭାଗୁ ପଟ୍ଟନାୟକ ଏ ଗାଁରୁ ଉଠି ଗଲାଣି କି? ମୋତେ ଅଭାବ ଅସୁବିଧା କହିଲୁ ନାହିଁ? ନେ ନେ ଏଇ ଟଙ୍କାଟା ରଖ। ତେଲ ଲୁଣ ଆଣିବୁ। ଆଉ କେବେ ଯିବୁ ନାହିଁ ସେ ରାଉତ ଘରକୁ। ଦରକାର ପଡ଼ିଲେ ହାନିଲାଭ ମୋତେ କହିବୁ। ରାଉତ ଘର ସେ ଟୋକାଟା ବଡ଼ ଖଣ୍ଡେ। ସାବଧାନ ଥିବୁ। ହଁ। ଆଚ୍ଛା, ହଇଲୋ, ତୋର ଲୁଗା ତ ଚିରି ଯିବଣି? ମୋତେ ତ ତୁ ମୁହଁ ଖୋଲି କିଛି କହିବୁ ନାହିଁ। ମୁଁ ଏତେ ସବୁକଥା ଜାଣିବି କିମିତି? କ'ଣ ସର୍ବଜ୍ଞ ହେଇଛି! ଆଚ୍ଛା, ଆଚ୍ଛା, ମୁଁ ଘରୁ ଖଣ୍ଡେ ଲୁଗା ନେଇ ଆସିବି ନୂଆ ଲୁଗା। ତୋ' ସାଆନ୍ତାଣୀ କାଳେ ଜାଣିବ, ସେଥିପାଇଁ ସାଙ୍ଗରେ ଆଣି ଆଣିଲି ନାହିଁ ଏଇନେ।